ଅଥଚ ଆର୍ଥିକ ସମ୍ବଳ ନାହିଁ କି ଆଉ ଛୁଟୀ ନାହିଁ ସେମାନଙ୍କୁ ଦେଖି ଆସନ୍ତେ। ଛୁଟୀ ନେଇ ଯାଆନ୍ତେ ଅବା, ମାତ୍ର ଗେଜେଟେଡ଼ ଚାକିରୀ। ଛୁଟି ନେଲେ ଦରମା ବନ୍ଦ ହୋଇଯିବ। ପିଲେ ଓ ମୁଁ ନ ଖାଇ ନ ପିଇ ମରିବୁ। ଆମ ଅବସ୍ଥା ଶତ୍ରୁ କୁ ନ ଘଟୁ। ପିଲେ ଶୁଣିଲେ। ବଡ଼ ଦୁଃଖ କରି ଘରକୁ ଫେରିଲେ। ଅଧ୍ୟାପକ ମିଶ୍ରଙ୍କ ପାଟିକୁ ଭାତ ପୁଞ୍ଜିଏ ରୁଚିଲା ନାହିଁ। ଅଖିଆ ଅପିଆ ପଡ଼ି ରହିଲେ। ପାବକର ସୁନ୍ଦରିଆ ସଜ ଫୁଲ ପରି ମୁହଁଟି ଓ ସ୍ତ୍ରୀ ସନ୍ଧ୍ୟାଙ୍କର ଚନ୍ଦ୍ର ପରି ଉଜ୍ଜ୍ୱଳ ବଦନଟି ମୁହଁ ଆଗରେ ଝଲସି ଉଠୁଥାଏ। ଆସିବାବେଳର ସନ୍ଧ୍ୟାଙ୍କ କ୍ରନ୍ଦନ ରୋଳ ଓ ପୁଅର ବ୍ୟାକୁଳ ସ୍ନେହ ନିବେଦନ ତାଙ୍କ ଛାତି ଚିରି ଦାଗ ବସାଇ ଦେଇଚି। ଶତ ଚେଷ୍ଟାରେ ତାହା ନିଭୁନାହିଁ। ଆଉ ତାଙ୍କର ସ୍ଥାନ ପରିବର୍ତ୍ତନର ସାମାନ୍ୟତମ କାରଣଟି ଏହି ତଥାକଥିତ ସଭ୍ୟତା ପ୍ରତି କ୍ରୋଧ ଜନ୍ମାଇଥାଏ। ରାଜନୈତିକ ନେତାଙ୍କ ପୁଅକୁ ସେ ଉଚ୍ଚ ସୋପାନ ପରୀକ୍ଷାରେ ଦେଇପାରିଲେ ନାହିଁ। ଯେଉଁ ଅଧ୍ୟାପକ ସୁପାରିଶ କରିଥିଲେ, ତାଙ୍କୁ ସେ କହିଥିଲେ-ମାଗି ଯାଚି ସିନା ପାଶ୍ କରି ହୁଏ, ଉଚ୍ଚଶ୍ରେଣୀ ମିଳେ ନାହିଁ। ଏଥିପାଇଁ ଯୋଗ୍ୟତା ଦର୍କାର। ଦୁନିଆକୁ ଘୋଡ଼ାଇ ମୁଁ ସିନା ଏ କାମ କରିଦେବି, ସଂସାରରେ ଯେଉଁ ଉଜ୍ଜ୍ୱଳ ଚକ୍ଷୁ ସବୁ ପାପ ଅନୀତି ଦେଖୁଚି, ସେଠାରେ ନିଷ୍କୃତି ମିଳିବ ତ! ଏଥିରେ ଦବି ନ ଯାଇ ଅଧ୍ୟାପକ ବନ୍ଧୁ ସାବଧାନ କରାଇ ଦେଇଥିଲେ। କହିଥିଲେ-ସେ ମହାଶୟ ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ତାଙ୍କ ଚେର ବହୁ ଗଭୀରକୁ ଗତି କରିଚି। ସେ ଚାହିଁଲେ ବହୁ ଅନିଷ୍ଟ କରି ପାରିବେ। ହସି ଦେଇ ଅଧ୍ୟାପକ ମିଶ୍ର କହିଥିଲେ-ଇଷ୍ଟ ଯାହା ହାତରେ ହୁଏନି, ଅନିଷ୍ଟ ବିନା ଅନ୍ୟ କିଛି ସେମାନଙ୍କ ଦ୍ୱାରା ସମ୍ଭବପର ହୋଇ ନ ପାରେ। ଏକେ ତ ଅଧ୍ୟାପକ ମିଶ୍ର ଜଣେ ଉଚ୍ଚକୋଟୀର ଶିକ୍ଷକ। ସେଥିରେ ପୁଣି ଅତି ଲୋକପ୍ରିୟ। ଏଥିରେ ସହକର୍ମୀ ଅଧ୍ୟାପକ ବନ୍ଧୁମାନଙ୍କର ଈର୍ଷାର ପାତ୍ର ହୋଇ ଉଠିଥିଲେ। ସାମାନ୍ୟ କଥାଟିକୁ ବଢ଼ାଇ ଦିଆଗଲା। ତିଳକୁ ତାଳ କରିଦେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚାପ ଦିଆଗଲା-। କର୍ତ୍ତୃପକ୍ଷ ଇଚ୍ଛା ବିରୁଦ୍ଧରେ ପରିବର୍ତ୍ତନ କଲେ। ଅଧ୍ୟାପକ ମିଶ୍ର କାହାରି ପାଖକୁ ନ ଯାଇ ପରିବର୍ତ୍ତନ ହେବା ସ୍ଥାନକୁ ବାହାରୁଥିଲେ। ଘରେ ସ୍ତ୍ରୀ ଓ ବାହାରେ ତାଙ୍କ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ପରିବର୍ତ୍ତନର ପରିବର୍ତ୍ତନ ପାଇଁ ବିଫଳ ଚେଷ୍ଟା କରିଥିଲେ। ପାହାନ୍ତି ପହରକୁ ଅଧ୍ୟାପକ ମିଶ୍ରଙ୍କ ଆଖି ବୁଜି ହୋଇଗଲା। ସେ ଗୋଟିଏ ସୁନ୍ଦର ସ୍ୱପ୍ନ ଦେଖିଲେ। ସ୍ତ୍ରୀ ତାଙ୍କର ହସି ହସି କ'ଣ କହୁଚନ୍ତି। ପାବକ ହାତ ବାଡ଼ଉଚି କାଖ ହବାକୁ। ଏଇ ସମୟରେ ହଠାତ୍ ଦ୍ୱାରରେ ଠକ୍ ଠକ୍ ଶବ୍ଦ ହେଲା। ସେ ଉଠିପଡ଼ି ଦ୍ୱାରଟି ମେଲାଇ ଦେଲେ-। ତାଙ୍କର ପ୍ରିୟ ଛାତ୍ର ପ୍ରଦୀପ ଓ ପ୍ରଥମ ଆଗରେ ଉଭା। ସେମାନଙ୍କୁ ଦେଖି ସେ ବିସ୍ମିତ ହୋଇଗଲେ। ଆଗମନର କାରଣ ପଚାରିଲେ। ଉଭୟଙ୍କର ଶୁଷ୍କ ବଦନ ଦେଖି ତାଙ୍କର ମନର ଉଦବେଗ ବଢ଼ିଗଲା। ସେ କହିଲେ-କଣ ହୋଇଚି? ପ୍ରମଥ କହିଲା-ସାର୍, ଚାଲନ୍ତୁ ଆପଣଙ୍କ ଗାଁକୁ ଯାଇ ବୁଲି ଆସିବା। ଦାଣ୍ଡରେ ପ୍ରଦୀପର ଗାଡ଼ି ଛିଡ଼ା ହୋଇଚି। ପିଲାଙ୍କୁ ଆପଣ ଦେଖିବେ। କାଲି ତ ରବିବାର। ପଅର ଦିନ ଫେରିବା। ଦୀର୍ଘ ନିଶ୍ୱାସ ଛାଡ଼ି ଭଲ ମନ୍ଦ ବିଚାର କରିବା ପୂର୍ବରୁ ଘରେ ତାଲା ଠୁଙ୍କିଦେଇ ତରତର ହୋଇ ଅଧ୍ୟାପକ ମିଶ୍ର ଗାଡ଼ିର ପଛ ସିଟରେ ବସିଗଲେ। ପାଖରେ ପ୍ରଦୀପ ଓ ଆଗରେ ଡ୍ରାଇଭର ପାଖରେ ପ୍ରମଥ ବସି ପଡ଼ିଲା। ଗାଡ଼ିଟି ଦ୍ରୁତତମ ଗତିରେ ଆଗକୁ ମାଡ଼ି ଚାଲିଲା। ଗାଡ଼ି ଭିତର ଯାତ୍ରୀମାନେ ନିର୍ବାକ୍ ଓ ନିସ୍ପନ୍ଦ। କେହି କାହାରିକୁ ପଦେ ହେଲେ କଥା କହୁ ନାହାନ୍ତି। ଅନ୍ଧାର ଭବିଷ୍ୟତ ରୂପକ ବୁଢ଼ୀ ଅସୁରୁଣୀର ବୃହତ୍ ଓ ଗଭୀର ବିସ୍ଫାରିତ ବଦନକୁ ସମସ୍ତଙ୍କର ଭୟ। ସମସ୍ତେ ଗୋଟିଏ କଥା ଭାବୁଚନ୍ତି ଯେ ସେମାନଙ୍କର ମନର ଗତି ସହିତ ତାଳ ଦେଇ ଗାଡ଼ିଟି ଗଡ଼ି ପାରୁନି। ସକାଳ ହେବା ପୂର୍ବରୁ ଘର ପାଖରେ ଗାଡ଼ିଟି ପହଞ୍ଚିଗଲା। ଦାଣ୍ଡ ଦୁଆର ଉନ୍ମୁକ୍ତ। ଘର ଭିତରୁ କଇଁ କଇଁ କ୍ରନ୍ଦନରୋଳ ଭାସି ଆସୁଚି। ଗୋଟିଏ କ୍ଷୀଣ ଆଲୋକ ସଂସାରର ଅନିଶ୍ଚିତତା ଓ କ୍ଷଣ ସ୍ଥାୟିତ୍ୱର ସାକ୍ଷ୍ୟ ଦେଉଚି। ସେଇଟି ମିଞ୍ଜି ମିଞ୍ଜି ହୋଇ କଳି ନିଭିଗଲା।